ଏମିତି ଆଖି ପକାଉ ପକାଉ ଦେଖିଲି ଆର ପୋଖରୀ ହୁଡ଼ାରେ ଉଠିଛି କିଛି ପୋକଶୁଙ୍ଘା ଗଛ। ମାଳିର ଅଜାଣନ୍ତେ ଅଯତ୍ନରେ ଉଠିଥିବା ସବୁଜ ଗଛଗୁଡ଼ିକ ଦିଶୁଥିଲା ଚମତ୍କାର ଏହି ବିଭୋର ବେଳାରେ। ତା' ଡାଳରେ ଫୁଟିଥିବା କୁନି କୁନି ଟିକେ ବାଇଗଣି ବାଇଗଣି ଧଳା ଫୁଲଗୁଡ଼ିକ ଦିଶୁଥିଲା ଆହୁରି ଚମତ୍କାର। ଫୁଲଗୁଡ଼ିକ ମୋତେ କରୁଥିଲା ଆକର୍ଷିତ। ମୁଁ ପୋଖରୀ ତୁଠରୁ ଉଠିଯାଇ ନଡ଼ିଆ ଗଛ ତଳେ ବସି ପୋକଶୁଙ୍ଗା ଫୁଲ ଭିତରେ ହଜାଇ ଦେଇଥିଲି ନିଜକୁ। ଭୁଲି ଯାଇଥିଲି ନିଜର ଅତୀତ ଓ ସମୟର ଗତିଶୀଳତାକୁ। କେତେବେଳେ ଯେ ସନ୍ଧ୍ୟା ହୋଇଛି ମୁଁ ଜାଣି ପାରିନି। ଚିନୁର ଡାକରେ ପ୍ରକୃତିସ୍ଥ ହେଲି। ଅନ୍ଧାର ଚୁପି ଚୁପି ଆସୁଥିଲା ବାଉଁଶ ବୁଦା ପଛରୁ। ଡେରି କଲେ ମା' ବିରକ୍ତ ହେବେ। ସନ୍ଧ୍ୟା ପୁଣି ଦେବାକୁ ହେବ ଲୁଗାପଟା ବଦଳାଇ। ଅନିଚ୍ଛା ସହ ଚଞ୍ଚଳ ହୋଇ ଉଠିଲି ଘରକୁ ଯିବାକୁ। ପରଦିନ ସକାଳୁ ମା' ଉଠାଇ ଦେଲେ। କହିଲେ ଯା ବାଡ଼ି ପୋଖରୀରେ ମାଛ ଧରାହେବ ବସିବୁ। ବଡ଼ ବିରକ୍ତ ଲାଗିଲା। ଯା'ଆଜି ସକାଳଟା ନଷ୍ଟ ହୋଇଗଲା। ଆଜି ଆଉ ଦାନ୍ତଘସି ଘସି ଗଣ୍ଡବାଡ଼ିକୁ ଯାଇ ହେବନି କି ଦେଖିହେବନି ତା'ର ଚିର ଇପ୍ସିତ୍ ପୋକଶୁଙ୍ଗା ଫୁଲମାନଙ୍କୁ। ତଥାପି ଗଲି। କାଳେ ବାପା ମନଦୁଃଖ କରିବେ। ଗୋଖାମାନେ ବଡ଼ ଜାଲ ଧରି ପୋଖରୀ ଭିତରେ ପଶିଥାନ୍ତି। ଗାଁର ଛୋଟରୁ ବଡ଼ ସମସ୍ତେ ଠିଆ ହୋଇଥାନ୍ତି ପୋଖରୀ ହୁଡ଼ାରେ-। ମାଛ ଜାଲରେ ନ ପଡ଼ୁ ପଛେ, ତାଙ୍କର ତରକାରୀ ଖାଇବାକୁ ଚିନ୍ତା। ମୁଁ ପୋଖରୀ କୂଳରେ ପହଞ୍ଚୁ ପହଞ୍ଚୁ ସମସ୍ତେ ସମସ୍ତଙ୍କ ବରାଦ ଜଣାଇଲେ। ମାଛଧରା ମଝିରେ ବି ଯାଇପାରିଲିନି। କାରଣ କିଏ ଯଦି ମାଛ ଲୁଚାଇ ନେଇଯିବ, ତା'ହେଲେ ମୋ ଉପରେ ବିରକ୍ତ ହେବେ ମା'। ମାଛଧରା ହେଲେ ମୁଁ ଜଗିବି। ନଡ଼ିଆ ପରା ହେଲେ, ଧାନ ମପା ହେଲେ ସବୁଠି ମୁଁ ରହିବି। ମୋତେ ବିରକ୍ତ ଲାଗିଲେ ବି ସବୁ କରିବାକୁ ହୁଏ। ମା'ତ ଘରର ବୋହୁ। ପୁଅ ଦୁଇଜଣ ଗାଁକୁ ଆସିବାକୁ ନାରାଜ। ବାପା ଅଫିସ୍ ଆଶ୍ରମ କାମରେ ବ୍ୟସ୍ତ। ଏସବୁ କରିବାକୁ ତାଙ୍କର ସମୟ କାହିଁ। ମୁଁ ବି ଚାହେଁନି ବାପା ଏ ବୟସରେ ଏସବୁ କରନ୍ତୁ। ମାଛଧରା ସରୁ ସରୁ ଦିନ ବାର। ଗୋଖାଙ୍କୁ ସବୁ ମାଛ ଦେଇ ସେମାନଙ୍କଠୁ ଟଙ୍କା ନେଇ ବାପାଙ୍କୁ ଦେଲି। ମା' ମୋ ପାଇଁ ଟିୱେଲ୍ ପାଖରେ ନନ୍ଦରେ ପାଣି ଭର୍ତ୍ତି କରି ରଖିଥିଲେ। ଶୀଘ୍ର ଗାଧୋଇ ଅଳ୍ପ ଟିକେ ଖାଇ ଚାଲିଲି ଗଣ୍ଡପୋଖରୀ ଆଡ଼େ। କିନ୍ତୁ ଏ କ'ଣ ଦିଶୁନି ଗୋଟିଏ ବି ପୋକଶୁଙ୍ଗା ଗଛ। ପାଖକୁ ଯାଇ ଯାହା ଦେଖିଲି ମୁଣ୍ଡ ଝିମ୍ ଝିମ୍ ହୋଇଗଲା। ଗୋଡ଼ ହୋଇଗଲା ଅଚଳ। ମାଳିଟି ସେତେବେଳେ କହୁଥିଲା, ''ଦିଦି ତମେ ଖୁସି ହେବ ବୋଲି ଆଜି ସବୁ ଅନାବନା ଗଛ ସଫା କରିଦେଇଛି ପୋଖରୀ ହୁଡ଼ାରୁ। '' ତାକୁ ବୁଝାଇ ପାରୁନଥିଲି କି କହିପାରୁନଥିଲି ଯେ, ତୁମେ ଯାହାକୁ ଅନାବନା ଭାବୁଛ ସେ ମୋ ପାଇଁ ଅମୂଲ୍ୟ ସମ୍ପଦ। ଏଇ ଅଳ୍ପଦିନ ବଞ୍ଚୁଥିବା ଗଛ ଭିତରେ ହଜାଇ ଦେଉଥିଲି ନିଜକୁ ସମ୍ପୂର୍ଣ୍ଣଭାବେ। କିଛି ନ କହି ସେଇଠି ବସିପଡ଼ିଲି। ମୋତେ ଲାଗୁଥିଲା ମୋ ଦେହରୁ ବୋହୁଛି ଧାର ଧାର ରକ୍ତ। ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲି ଛାତିରେ। କଟା ଗଛଗୁଡ଼ିକ ସମ୍ପୂର୍ଣ୍ଣ ଝାଉଁଳି ପଡ଼ିଥିଲା। ସେଥିରେ ଫୁଟିଥିବା ଫୁଲଗୁଡ଼ିକ ମଧ୍ୟ। କିଛି କଟା ଡାଳକୁ ଆଣି ଛାତିରେ ଚାପି ଧରିଲି ଗୋଟେ ଆବେଗରେ। ମା' ଲୁଗା କଚା ଛାଡ଼ି ପଚାରିଲେ, ''ମା' ତୋର କ'ଣ ହେଲାକି? '' ଇଚ୍ଛା ହେଉଥିଲା ମା'ଙ୍କ କୋଳରେ ମୁହଁ ଜାକି କଇଁ କଇଁ ହୋଇ କାନ୍ଦି ଉଠିବାକୁ। କିନ୍ତୁ ପାରୁନଥିଲି। ଫୁଟ୍ପାଥ୍ର ଚିତ୍ରନାଟ୍ୟ ଆକାଶରେ କଳାବାଦଲ। ସୂର୍ଯ୍ୟ ଦେଖାଯାଉ ନାହାନ୍ତି। ଶୁପ୍ତ କଳା ସାପ ପରି ପିଚୁ ରାସ୍ତା। ରଙ୍ଗ ବେରଙ୍ଗର ଗାଡ଼ି ଚାଲି ଯାଉଛନ୍ତି ସମ୍ଭ୍ରାନ୍ତ ଲୋକଙ୍କର ବାହନ ହୋଇ। ସମୟ ନାହିଁ କାହାକୁ ପଚାରିବାକୁ କାହିଁକି ଶିଶୁଟିକୁ କୋଳରେ ଧରି କାନ୍ଦି କାନ୍ଦି ଅଣନିଶ୍ୱାସୀ ହୋଇ ଯାଉଛି ମାଳିନୀ। ଗଛଗୁଡ଼ିକ ରାସ୍ତା କଡ଼ର ମୁର୍ମୂଷ ରୋଗୀପରି ଦିଶୁଛନ୍ତି ଶୁଷ୍କ। ଆଧୁନିକ ଲୋକଙ୍କ ଚିନ୍ତା ଧାରାକୁ ତାରିଫ୍ କରିବାକୁ ପଡ଼ିବ। ଏମାନେ ଜାତିଆଣ ମନୋଭାବକୁ ଦୂର କରିବା ନାଁରେ ଜାତିଆଣା ଭାବକୁ ପ୍ରୋତ୍ସାହିତ କରୁଛନ୍ତି।